ଓକିଲମାନେ କଲେଜ ଡିଗ୍ରିଧାରୀ। ପ୍ରତିଦିନ ମୋଟାମୋଟା ବହି ପଢ଼ନ୍ତି। ଅନେକ ଜ୍ଞାନ କଥା କହନ୍ତି। କିନ୍ତୁ ସେମାନେ ଯେ ଖୁବ୍ ମଗଜବାଲା କି ଦାମ୍ଭିକ ଏତକ କେଉଁଠି ହେଲେ ଦେଖାଯାଏ ନାହିଁ। ଓକିଲମାନେ ଯେମିତି ଜ୍ଞାନ ପାଖରେ ରହି ଜ୍ଞାନୀ ନୁହନ୍ତି ସେମିତି ପୁରୁଣାକାଳିଆ ପାଠୁଆ ଓଡ଼ିଆ ଲେଖକ ସେମିତି ନୁହେଁ ଜ୍ଞାନୀ-ନୁହେଁ ଚତୁର ହୋଇ ଜୀବନ କଟାଇ ଦିଏ। ତେଣୁ ଓଡ଼ିଆ ଲେଖକ ନୀରବ ଓ ମୂକ ହେବାକୁ ପସନ୍ଦ କରିଥାଏ। କ'ଣ କହିବ? କ'ଣ ଅବା ସିଏ ଜାଣେ? କାନ୍ଧରେ ଚାଦରଟିଏ ଅବା ପାଦରେ ହଳେ ଭଲ ଚଟି ନ ଥିଲେ ସେ ନିଜକୁ ଅସମର୍ଥ ମନେ କରେ। ଏହି କାରଣରୁ ଓଡ଼ିଆ ଭାଷା ଓ ସାହିତ୍ୟ ମୁଖ୍ୟସ୍ଥାନ ପାଇପାରୁ ନାହିଁ। ଏବେ ସେହି ସ୍ଥାନକୁ ଉନ୍ନତ କରିବାକୁ ଚାରିଆଡ଼େ ପୁରସ୍କାର ବଣ୍ଟା ଯାଉଛି। ଡକ୍ଟର ମାୟାଧର ମାନସିଂହ କିଛି ପୁରସ୍କାର ଦିଆଇଲେ। ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର ବାଣ୍ଟିଲେ। କେନ୍ଦ୍ର ସାହିତ୍ୟ ଏକାଡେମି ମଧ୍ୟ ପୁରସ୍କାର ଦେଉଥିଲେ। ଏବେ ଜ୍ଞାନପୀଠ ଆଡ଼କୁ ଆଖଇ ପଡ଼ୁଛି। ସେଥିପାଇଁ ସମୀକ୍ଷକଙ୍କର ସଂଖ୍ୟା ଦିଗନ୍ତ ବିସ୍ତାରୀ ହେଇଗଲାଣି। ପାଞ୍ଚଶହ ଲୋକଙ୍କର ମତକୁ ନେଇ ଚାଲୁଣୀ-ଛଣା କରିଦେଲେ ଭଲ ବହି ବାଛି ହୋଇ ପଡ଼ିବ ବୋଲି ଚେଷ୍ଟା କରାଯାଉଛି। କିନ୍ତୁ ସମୀକ୍ଷକମାନଙ୍କର କି ମତ ଅଛି? ସେମାନେ ଓଡ଼ିଆ ସାହିତ୍ୟକୁ କି ପ୍ରକାରର ଦିଗ୍ଦର୍ଶନ ଦେଲେ? ସେମାନଙ୍କର ସମୂହ ମତର ନିର୍ଯ୍ୟାସ କଲେ କେମିତି ଓଡ଼ିଆ ବହିର ଆଭିମୁଖ୍ୟ ବଦଳି ଯିବ? ଏମାନେ ସମୀକ୍ଷା କରୁଛନ୍ତି ବୋଲି କ'ଣ ଭଲ ବହି ପାଞ୍ଚଖଣ୍ଡ ଲେଖା ହୋଇଯିବ? ସମୀକ୍ଷାର ପରିମାଣ ବଢ଼ୁଛି ବୋଲି ସହିତ୍ୟର ସୃଷ୍ଟି ଓ ସର୍ଜନା ଯେ ବଢ଼ିଯିବ-ଏଇଟା ଠିକଣା କଥା ନୁହେଁ। ତାହାହେଲେ କଲେଜ କି ବିଶ୍ୱବିଦ୍ୟାଳୟର ସଂଖ୍ୟା ବଢ଼ିଗଲେ କ'ଣ ଉତ୍କୃଷ୍ଟ ଛାତ୍ର ଗଢ଼ି ହୋଇଯିବେ? ନିଯୁକ୍ତିର ପରିସର ବଢ଼ାଇ ଦିଆଗଲେ କ'ଣ ଅମଲାତନ୍ତ୍ର ସରସ ଓ କାର୍ଯ୍ୟକ୍ଷମ ହୋଇଯିବ? ପରିବାରର ସଂଖ୍ୟା ଦେଖି ବା ଦେଶର ଜନସଂଖ୍ୟାକୁ ଗଣି ପରିବାର ଓ ଦେଶର ସମୃଦ୍ଧି ମାପିଲା ପରି ଆମେ ସମୀକ୍ଷକ ଓ ଲେଖକଙ୍କର ତାଲିକା ବଢ଼ାଇ ଦେଲେ ସେଥିରୁ ସାହିତ୍ୟର ମାନଦଣ୍ଡ ଉଠାଇ ଦେଲୁ ବୋଲି କହିବା କେମିତି? ଗୀତଟିଏ-କଥାଟିଏ-ବହି ଖଣ୍ଡେ। ଏମିତିକା କଥା ମନକୁ ନ ପାଇଲେ ମାଳେ ଗୀତ-ଥାକେ କଥା-ବସ୍ତାନିଏ ବହି ନେଇ ମନକୁ ବୁଝାଇବାକୁ ଚେଷ୍ଟା କରୁଛୁ। ଏଥିରେ ଆଖି ସନ୍ତୋଷ ପାଇପାରେ। ମନ ସନ୍ତୋଷ ପାଇପାରିବ ନାହିଁ। ଆମର ଉତ୍ତର ପୁରୁଷମାନେ ଆମକୁ ବିଚକ୍ଷଣ ବୋଲି କହିବେ ନାହିଁ। ସମାଜର ଅଭିବୃଦ୍ଧି ସହିତ ସାହିତ୍ୟ ଯୋଡ଼ି ହୋଇ ରହିଛି। ଆଉ ବ୍ୟକ୍ତିର ଅଭିବୃଦ୍ଧି ନ ହେଲେ ସମାଜର ଉନ୍ନତି ମଧ୍ୟ ସମ୍ଭବ ନୁହେଁ। ଏହି ବ୍ୟକ୍ତି କହିଲେ ଗୋଟାଏ ସାଧାରଣ ମଣିଷର ସୁଖ ସ୍ୱାଚ୍ଛନ୍ଦ୍ୟକୁ ବୁଝାଏ ନାହିଁ। ଭଲ ଖାଇବାକୁ ପାଉଥିବା ଅଫିସ ଅମଲ କିମ୍ବା କାରଖାନାର ଶ୍ରମିକକୁ ବୁଝାଇବା ନାହିଁ। ଏଇଠି ଦରକାର ହୁଏ ଅଳ୍ପ ବହୁତ ଅନ୍ତର୍ନିହିତ ଗୁଣ। ଏହି ଗୁଣକୁ ନେଇ ମଣିଷ ତାହାର ମଣିଷ ପଣିଆକୁ ବ୍ୟକ୍ତିତ୍ୱ ବୋଲି ଜାହିର କରେ। ଏହି ଭିତରର ମଣିଷଟିର ଉନ୍ନତି ନ ହେଲେ ସାହିତ୍ୟର ଉନ୍ନତି ଅସମ୍ଭବ। ଧରି ନିଆଯାଉ ପୋଲିସ ବିଭାଗର ଗୁଇନ୍ଦା କର୍ମଚାରୀ ଯଥେଷ୍ଟ ଭଲରେ ରହିଲେ। ତାଙ୍କର କାମ ଓ ଦାୟିତ୍ୱ ହେଲା ଅନ୍ୟ ବିଷୟରେ ସରକାରକୁ ସୁହାଇଲା ଭଳି ମତାମତ ଦେବା। ଏଠି ଭଲ ଖାଇବା ଓ ଭଲ ପିନ୍ଧିବାର